ମୁହଁକୁ ଥରେ ମୋର ଆଖି ଖୋଲି ଚାହୁଁ ବି ନାହାଁନ୍ତି। ମନୋରଞ୍ଜନ ଆଗେଇ ବସିଲେ ଖଟ ଉପରେ। କୋମଳ କଣ୍ଠରେ ଡାକିଲେ, ମଉସା! ଦୁଇ ତିନିଥର ଡାକିବା ପରେ କନକନାରାୟଣ ରକ୍ତଲାଭଲାଲ ଆଖି ମେଲି ଟିକିଏ ଚାହିଁଲେ ଡାକ୍ତରଙ୍କ ମୁହଁକୁ। ସେ ଚାହିଁବା କେବଳ ମୁହୂର୍ତ୍ତକ ଲାଗି। ପୁଣି ଆଖି ବନ୍ଦ କଲେ କନକନାରାୟଣ। ଡାକ୍ତର ବୁଝି ପାରିଲେ, ଆଖି ମେଲି ଚାହିଁ ରହିବାକୁ ମଉସା କଷ୍ଟବୋଧ କରୁଛନ୍ତି। ତାଙ୍କର ରୋଗ-ଶୀର୍ଣ୍ଣ ହାତଟିକୁ ହାତରେ ତୋଳି ନେଇ ନାଡ଼ି ଦେଖିବାକୁ ଆରମ୍ଭ କରିଦେଲେ। ମୁହଁଟା କଳା ପଡ଼ିଗଲା ମନୋରଞ୍ଜନଙ୍କର। ଜ୍ୱର ଭର୍ତ୍ତି ହୋଇ ରହିଛି ଦେହରେ। ବ୍ୟାଗ୍ ଖୋଲି ଔଷଧ ବାହାର କରି ଖୁଆଇ ଦେବାକୁ ଚେଷ୍ଟା କଲେ। କନକନାରାୟଣ ମୁହଁ ପାଖରେ ଔଷଧର ଗନ୍ଧଟାକୁ ଅନୁଭବ କରି ବିରକ୍ତିରେ ମୁହଁ ବୁଲାଇ ନେଲେ। ନ ଖାଇବାର ଇଚ୍ଛାଟାକୁ ମୁହଁର ରେଖା କୁଞ୍ଜନରେ ପ୍ରକାଶ କଲେ। ଡାକ୍ତରଙ୍କ ଚେଷ୍ଟା ବିଫଳ ହେଉଛି। ଏଥର ଡାକ୍ତର ଗଳାରେ ମିନତି ଭରି ଅନେକ ଅନୁରୋଧ କଲେ। ତଥାପି ସେ କନକନାରାୟଣଙ୍କ ମୁହଁରୁ ପ୍ରତିବାଦର ଚିହ୍ନଟିକକ ପୋଛି ଦେଇ ପାରିଲେନି। ଶେଷକୁ, ଭୀମକୁ ଶୁଣାଇ ଶୁଣାଇ କହିଲେ, ଭୀମ! ମଉସା ତ ଔଷଧ ଖାଇବେନି। ମୁଁ ତେବେ ଖାଲିଟାର ଏଠି ବସିବି କାହିଁକି? ଚାଲ, ମୁଁ ଚାଲିଗଲା ପରେ ଗେଟ୍‌ଟା ବନ୍ଦ କରି ଚାଲି ଆସିବ। ମମତା ଜୟଲାଭ କଲା। ଡାକ୍ତରଙ୍କ କୌଶଳ ତୁଣୀରର ଶେଷ ଅସ୍ତ୍ର ଯାଇ ଏଥର ଲକ୍ଷ୍ୟଭେଦ କଲା, ଠିକ୍ କନକନାରାୟଣଙ୍କ କଲିଜା ଛୁଇଁ। ତୀର୍ଯ୍ୟକ ଆଖିରେ ଡାକ୍ତର ଚାହିଁଲେ କନକନାରାୟଣଙ୍କ ମୁହଁକୁ। ଦେଖିଲେ, କଥା କହିବାର ଶକ୍ତି ନ ଥିଲେ ମଧ୍ୟ ସବୁ କିଛି ଶୁଣିବାର ବା ଜାଣିବାର ଶକ୍ତି ଏ ପର୍ଯ୍ୟନ୍ତ ଲୋପ ପାଇନାହିଁ। ତେଣୁ ଡାକ୍ତରଙ୍କର ଶେଷକଥା ପଦିକରେ କନକନାରାୟଣ କର ଲେଉଟାଇ ଚାହିଁଲେ ଡାକ୍ତରଙ୍କ ମୁହଁକୁ। ଡାକ୍ତର ଔଷଧ ନେଇ ମୁହଁ ପାଖରେ ଧରିଲେ। ଏଥର ବିନା ଦ୍ୱିଧାରେ ଔଷଧ ଟିକକ ଖାଇନେଇ ନିଝୁମ ହୋଇ ପଡ଼ି ରହିଲେ କନକନାରାୟଣ। ଦିବ୍ୟେନ୍ଦୁ ଚୁପ୍‌ଚାପ୍ ବସି ରହି ସବୁ ଦେଖୁଥିଲେ। ଆଉ ଭାବୁଥିଲେ ଏଇ କନକନାରାୟଣ କଥା କହି ବସିଲେ ସମୟ ଜ୍ଞାନ ହରାନ୍ତି। ଗୋଟେ ସେକେଣ୍ଡ ଚୁପ୍ ହୋଇ ରହି ପାରନ୍ତିନି। ମନୁ ତାଙ୍କ ପାଖରେ ଥିଲେ ଧରାକୁ ସେ ସ୍ୱର୍ଗ ମଣନ୍ତି। ଅସମବୟସୀର ବନ୍ଧୁତାରେ ଉଦ୍ଦେଳ ହୋଇ ପଡ଼ନ୍ତି କନକନାରାୟଣ। ଆଜି ସେ ବି ଅଛନ୍ତି ଆଉ ଏଇ ମନୁ ବି ଅଛି। ଅଥଚ ସେ ଦୁହିଁଙ୍କର ବାକ୍ୟ ସ୍ରୋତ ଆଜି ଯେମିତି କେଉଁଠି ଗତି ହରାଇ ଅଟକି ଯାଇଛି। କିଏ ଅଟକାଇଲା? କନକନାରାୟଣଙ୍କର ଉଚ୍ଛଳ, ଉତ୍ତାଳ କଥା-ସ୍ରୋତରେ କିଏ କଲା ବାଧା ସୃଷ୍ଟି? ଏଥର ସେ ଶୋଇଯିବେ। ବାକ୍ୟ ହରାଇଲେ, ଶକ୍ତି ହରାଇଲେ, ଏଥର ହଜିଯିବ ତାଙ୍କର ଜ୍ଞାନ। ତା' ପରେ, ତା' ପରେ ପ୍ରାଣ। ନିଜକୁ ତାଙ୍କରି ଶଯ୍ୟାରେ କଳ୍ପନା କରୁ କରୁ ଦିବ୍ୟେନ୍ଦୁ ଉଠି ଠିଆ ହେଲେ। କହିଲେ ମନୁ, ସମୁଦି ବୋଧହୁଏ ଟିକିଏ ଶୋଇଲେ। ମୁଁ ଏଥର ଯାଏ? ତୁ କ'ଣ ଯିବୁ? ବାପାଙ୍କ ମୁହଁକୁ ଚାହିଁଲେ ମନୋରଞ୍ଜନ ଦୁଇଟି ଉଦାସ ଆଖି ମେଲି। କହିଲେ ନାହିଁ ବାପା, ଆପଣ ଯାଆନ୍ତୁ। ସଞ୍ଜ ତ ହୋଇ ଆସିଲା। ବୋଉ ଏକୁଟିଆ ଅଛନ୍ତି। ସେ ଆମକୁ ଖୋଜୁଥିବେ, ସେ ଭାବୁଥିବେ। ମଉସାଙ୍କର ନିଦ ଭାଙ୍ଗୁ। ତା' ପରେ, ତାଙ୍କର ଦେହର ଗତି ଦେଖି ମୁଁ ଘରକୁ ଯିବି। ଆଉ ଯଦି ନ ଯାଇପାରେ, ତାହାହେଲେ ବୋଉଙ୍କୁ କହିବେ, ମୋ ଲାଗି ଭାବିବେନି। ତା' ପରେ ଫିସ୍ ଫିସ୍ କଣ୍ଠରେ କହିଲେ, ଆଜି ରାତିଟା ପାହିଲେ ମଉସାଙ୍କ ସମ୍ପର୍କରେ ଆଶା କରିବା କଥା। ମୋର ମନେ ହେଉଛି ସେ ଆଉ ରହିବେନି। ହେଲେ, ବୋଉଙ୍କୁ କିଛି କହିବେନି। ଜଣଙ୍କର ମୃତ୍ୟୁଶଯ୍ୟା ପାଖରେ ମୁଁ ରାତି କଟାଇବି ଏ କଥା ଶୁଣିଲେ ବୋଉ ଅସ୍ଥିର ହୋଇ ପଡ଼ିବେ। ସାରା ରାତି ଆଉ ଶୋଇବେନି। ହସିଲେ ଦିବ୍ୟେନ୍ଦୁ। କହିଲେ, ହଁ ଠିକ୍ କଥା କହୁଛୁ। ନା, ମୁଁ କିଛି କହିବିନି ତୋ ବୋଉଙ୍କୁ। ହେଲେ ରଘୁକୁ ପଠାଇବି କି? କନକନାରାୟଣଙ୍କ ଉପରେ ଆଖି ରଖି ମନୋରଞ୍ଜନ କହିଲେ ନାଁ, ନାଁ, କିଛି ଦରକାର ନାହିଁ। ଭୀମକୁ କହିବି ଏଇ ପାଖ ଘରେ ଶୋଇବାକୁ। ଠିଆ ହୋଇ କ'ଣ ଟିକେ ଭାବିଲେ ଦିବ୍ୟେନ୍ଦୁ। ତା' ପରେ, ବେଦନାପୂର୍ଣ୍ଣ ହୃଦୟ ନେଇ ମୁଣ୍ଡ ତଳକୁ ନୁଆଁଇ ଚାଲିଗଲେ। ମନୋରଞ୍ଜନଙ୍କ ଡାକରେ ଭୀମ ଆସି ପାଖରେ ଠିଆ ହେଲା। ପଚାରିଲା ଆଖିରେ ଚାହିଁଲା ସିଏ ଡାକ୍ତରଙ୍କ ମୁହଁକୁ। ଭୀମର ସକରୁଣ ମୁହଁକୁ ଚାହିଁ ଗମ୍ଭୀର ହୋଇଗଲେ ଡାକ୍ତର।